ଯେ ଯାହା କରିବା ସମ୍ଭବ ନୁହେଁ ସେତକ ସେ ହଠାତ୍ କରିଦିଏ। ଶେଷ ହୋଇ ଆସିଲା–ତେଣୁ ଆଉ ବିଚାରରେ ତାତ୍ପର୍ଯ୍ୟ ଦେଖାଇବା ନିଷ୍ଫଳ। ହଠାତ୍ ରମାକାନ୍ତ ପହଞ୍ଚି ଯାଇଥିଲା ଅଳକା ପାଖରେ–ନମସ୍କାର। କଲେଜ ସରିଗଲା-। ମନେ ରଖିବା ପାଇଁ ଅଳକା ବ୍ୟସ୍ତ ହେବାର କାରଣ ନ ଥିଲା। ଇଏ ତ ଅତି ସାଧାରଣ ମଣିଷର ଅତି ଛୋଟ ପ୍ରଶ୍ନ। –ହଁ, ତ, ମୁଁ ଠିକ୍ ଭାବୁଥିଲି ସେଇଆ। ନିଜେ କହିବି ବୋଲି ଆଜି ଭାବୁଥିଲି। ଆମ ଘରକୁ ଆସି ପାରିବେ? –ଏଁ, କେତେବେଳେ? –ଯେତେବେଳେ ସୁବିଧା। ତେବେ ଆଗରୁ ଜାଣିଲେ ମୁଁ ଅନ୍ୟମାନଙ୍କୁ ମନା କରିଦେବି ମତେ ଆସି ହଇରାଣ କରିବେ ନାହିଁ। ପକାଇବ–ନିଜର କିଛି ଅଡ଼ୁଆ ନାହିଁ।... ଅଳକା ହସିଥିଲା। –ନାହିଁ, କହୁଥିଲି ଯେ –ମୁଁ ଜାଣେ। ମୁଁ ବୁଝିଛି। ଅନେକ ଭାବିଚିନ୍ତି ଆଜି ଶେଷ ଦିନର ଶେଷ ଆଡ଼କୁ କହିବେ ବୋଲି ମୁଁ ଜାଣିଥିଲି; କିନ୍ତୁ ଶେଷ ବେଳର କଥା ଶେଷ କଥା ହେଇ ନାଟକ ହୋଇପାରେ ସିନା। ଜୀବନରେ ଏସବୁ ହେଉଛି ଅଦରକାରୀ। –ଜୀବନଟା ପଡ଼ିଛି ଆଖି ଆଗରେ। ଏଇ ତ ଆରମ୍ଭ। –ଓ, ଜୀବନର ଆରମ୍ଭ କଥା? ହସି ଅଳକା କହିଲା–ଯେଉଁ ଜୀବନ ଯେତେ ଶୀଘ୍ର ଯେଡ଼େ ପ୍ରଖର ଭାବରେ ଆରମ୍ଭ ହୁଏ ତାହାର ଜୀବନକାଳ ସେତିକି ସଂକ୍ଷିପ୍ତ। ମୋର ବା ଆଉ କେତେ ଦିନ? ଦିହେଁ ଭାବିଥିବା... ଅପେକ୍ଷା କରୁଥିବି... କହି ଅଳକା ଚାଲିଗଲା। ସତେ ଯେପରି ପକେଟରୁ ଡାଏରୀଟାକୁ ଉଡ଼ାଇ ନେଇ ଖଣ୍ଡିଆ ଭୂତ ଚାଲିଯାଉଛି–ଅସୀମ ଲାଭକ୍ଷତିର ସମ୍ଭାର ତାହାର ଅମାନିଆ ବୁକୁରେ ନେଇ। ରମାକାନ୍ତ ନିଜକୁ ଦୋଷୀ ମନେକରିଥିଲା। –ଅପେକ୍ଷା କରି କରି କହିବାର ସୁବର୍ଣ୍ଣ ସୁଯୋଗକୁ ଚାହିଁ ଚାହିଁ ସେ ଭୁଲ କରିଛି। କ୍ଷଣସ୍ଥାୟୀ ଜୀବନରେ ବେଗର ସ୍ଥାନ ଓ ଇଜ୍ଜତ୍ ମଧ୍ୟ ସେମିତି ଉଚ୍ଚରେ। ଅଳକା ଚାଲି ଯାଇଛି। ଗଲାବେଳେ ସତେ କି କହି ଦେଇ ଯାଇଛି ଯେ, ଅପେକ୍ଷା କରି ବସି ରହିଥିବା ଲୋକ ମନେ କରିଥାନ୍ତି ଯେ ମଣିଷର ପରମାୟୁ ପଚାଶ ଷାଠିଏ ବର୍ଷ ନୁହେଁ–ପାଞ୍ଚ ଶହ ଛଅ ଶହ ବର୍ଷ। ତେଣୁ ଅପେକ୍ଷା କରି ରହିଥାନ୍ତି। ରମାକାନ୍ତ ସେମିତି ରହି ଯାଇଥିଲା କେଇଟା ବର୍ଷ–ପଦେ କଥା କହିବା ପାଇଁ। ଅଳକା ସାଙ୍ଗରେ କଥା ହେଇ ସେହି ତନ୍ମୟତାରେ ଫେରୁଥିଲା ବେଳେ ଭଜକୃଷ୍ଣ ସାଙ୍ଗରେ ଦେଖା–ସେ ବି ସେମିତି ଅପେକ୍ଷା କରିବାର ପକ୍ଷପାତୀ ସବୁ ବିଷୟରେ। ପଢ଼ାଇବା ଶିକ୍ଷକ ପାତର ଅନ୍ତର କରୁଛନ୍ତି–ହଠାତ୍ ଗାଳି ଗୁଲଜ, ଆନ୍ଦୋଳନ ନ କରି ରହିଯାଅ। ସମୟ ଅନୁସାରେ ସୁବିଧା ହେଇ ଆସୁଛି। ଏହି ସଂସାରଟା ଏମିତି ଉତ୍ତାଲା ଓ ଧୀର ଲୋକଙ୍କର। ସବୁ କଥାରେ ହଠାତ୍ ନିଜକୁ ସଚେତନ ଓ ସଚଳ କରି ଯେମିତି ଦଳେ ମାଡ଼ି ଯାଅନ୍ତି ଆଉ ଦଳେ ସେମିତି ନିଜକୁ ଅଚେତନ ଓ ଅଚଳକରି ମୁହଁମାଡ଼ି ପଡ଼ି ରହନ୍ତି। –କିଏ ଜାଣେ? ଯାହାର ବଳ ଅଛି ସେଇ ସିନା ଡେଇଁବ। ଆମେ ତ ଆସିଲୁ ହତଭାଗ୍ୟର ସିନ୍ଦୁରଟିପା କପାଳରେ ମାରି। ମୋଟା ପିନ୍ଧି, ବଗଡ଼ା ଖାଇ–କେମିତି ଗଣ୍ଡାଏ ବର୍ଷ ପାରିକରିବୁ, ସିଏ ହେଲା ଆମର ଜପାମାଳି। ଆମେ ବା କରିଥାନ୍ତୁ କ'ଣ? –ଆମେ ଏଇ ଛାତ୍ରୀମାନଙ୍କଠାରୁ ବି ହୀନ ହେଲୁ।